ଯାହାବି ହେଉ ମୋତେ ଏ ପାଉଁଜି ହଳକ ଭାରି ଭଲ ଲାଗୁଥାଏ। ତିନି ଧାଡ଼ି ଚେନ ଉପରେ ଗୋଟିଏ ଗୋଟିଏ ଧାନ, ଧାନ ଉପରେ ଚମତ୍କାର ମିନାକାମ। କେମିତି ଗୋଟେ ଅଲଗା ଅଲଗା ଲାଗୁଥିଲା ପାଉଁଜି ସବୁ ପାଉଁଜିଠାରୁ। ସବୁଠୁ ମଜାକଥା ଗୋଟେ ପଟ ପାଉଁଜିରେ ତିନିଟା ଘୁଙ୍ଗୁର ଥିଲାବେଳେ ଆରପଟ ପାଉଁଜିରେ ଥିଲା ଚାରିଟା ଘୁଙ୍ଗୁର। ପାଉଁଜିଟି କାଳେ ଛିଡ଼ିଯିବ, ମଇଳା ହେଇଯିବ ସେଇଥିପାଇଁ ମୁଁ କୁଆଡ଼େ ଗଲେ ପିନ୍ଧେ, ପୁଣି ଆସିଲେ କାଢ଼ି ରଖିଦିଏ। ସେ ପାଉଁଜିଟି ସହ ମୋର କେମିତି ଅଦ୍ଭୂତ ଭାବପ୍ରବଣତା ଜଡି ହୋଇ ରହିଥିଲା। ଭଲ ଲାଗୁନି କିଛି କୁଆଡ଼େ ଗଲା ପାଉଁଜି? କେତେଥର ପଚାରିବି ସୋନିକୁ ସବୁ ଅଳଙ୍କାର ସେମିତି ଥୁଆ ହୋଇଥିଲାବେଳେ କିଏ କାହିଁକି ମୋ ପାଉଁଜିଟିକୁ ନେଲା! ପାଉଁଜିଟି ସିନା ମୋ ପାଇଁ ଦୁର୍ଲଭ ଆଉ କାହାପାଇଁ ସୁନା ଗହଣା ପାଖରେ ଏହାର ମୂଲ୍ୟ ବା କ'ଣ? କୁଆଡ଼େ ଗଲା ତା'ହେଲେ। ଦିନପରେ ଦିନ ଗଡ଼ିଚାଲିଲା ମୋର ଖୋଜିବାର କିନ୍ତୁ ଶେଷ ହେଉନଥାଏ। ମନେ ମନେ ଶପଥ କରୁଥାଏ ଆଉ ଗହଣା କିଣିବିନି। ସବୁବେଳେ ଅନ୍ୟମନସ୍କ ରହୁଥାଏ। କେତେବେଳେ ତେଲ ଝିଟିକି ହାତ ଫୋଟକା ହେଉଥାଏ ତ କେତେବେଳେ ପନିକିରେ ହାତ କଟିଯାଉଥାଏ। ଭାବୁଥାଏ ଘରଟା ଭିତରୁ କିଏ ନେବ ଦିନେ ନା ଦିନେ ପାଉଁଜିଟା ମିଳିଯିବ। ପାଉଁଜି ହଜିବାର ପନ୍ଦର ଦିନ ପରେ ଗୋଟିଏ କବିତା ପାଠ ଉତ୍ସବକୁ ଆମେ ମା'ଝିଅ ଯାଇଥାଉ। ଜଣେ ପରେ ଜଣେ କବି ମଂଚ ଉପରକୁ ଯାଉଥାନ୍ତି ଓହ୍ଲାଉଥାନ୍ତି। ମୋତେ କବିତା ଫବିତା କିଛି ଶୁଭୁନଥାଏ ମୁଁ କେବଳ ଭାବୁଥାଏ ମୋ ପାଉଁଜି କଥା। କୁଆଡ଼େ ଗଲା ମୋ ପାଉଁଜିଟା? ମନେ ମନେ କହୁଥାଏ ''ମା ତାରିଣୀ ମୋ ପାଉଁଜିଟା ମିଳିଗଲେ ଗୋଟେ ନଡ଼ିଆ ଦେବି। ' ସତେ ଯେମିତି ନଡ଼ିଆ ଗୋଟେ ଲାଂଚ ଦେଲେ ମା' ମୋ ପାଉଁଜି ଖୋଜି ଆଣିଦେବେ। ଧେତ୍ କେତେବେଶୀ ସୁବିଦାବାଦୀ ନୀଚ୍ଚ ମୁଁ। ଦେବୀ ଦେବତାଙ୍କୁ ନିଜ କାମ କରିଦେବାକୁ ଲାଂଚ ଦେବାକୁ ପଛାଉନି। ଏମିତି ମଣିଷ ଦେବତାମାନଙ୍କୁ ଲାଂଚ ଯଦି ଦେବାକୁ ଆରମ୍ଭ କରେ ଏବଂ ଦେବତାଙ୍କର ଲାଂଚ ନେବାର ଅଭ୍ୟାସ ହୋଇଯାଏ, ତେବେ ଭଗବାନ ତ କେବଳ ଧନୀ ଲୋକଙ୍କର ଗୁହାଣୀ ଶୁଣିବେ? ଗରୀବ ଲୋକଙ୍କ ଗୁହାଣୀ ଶୁଣିବ କିଏ? କବିତା ପାଠୋତ୍ସବ ମଝିରେ ଗୋଟିଏ ତେଇଶ, ଚବିଶ ବର୍ଷର ଝିଅଟେ ଆସି ଆମ ପାଖରେ ବସିଲା। ମୋ ଝିଅ ତା' ସହ ଗପରେ ମାତିଯାଇଥାଏ। ମୋ ଝିଅ ଏତେ ସାନ ହେଲେବି କେମିତି ଏତେଶୀଘ୍ର ଆତ୍ମୀୟତା ବଢ଼ାଇପାରେ କେଜାଣି? ଭଲ ପାଇବା ଆଦାୟ କରିବାରେ ମଧ୍ୟ ସେ ସିଦ୍ଧହସ୍ତ। କିନ୍ତୁ ମୁଁ ଏଥିରେ ପୁରା ଫେଲ୍। ଖୁବ୍ଶୀଘ୍ର କାହାସାଙ୍ଗରେ ମିଶିପାରେନି। ପ୍ରାଣ ଦେଇ ଭଲପାଇପାରେ ସିନା କାହାଠାରୁ ଭଲ ପାଇବା ଆଦାୟ କରିପାରେନି। ଝିଅ ତା' ନୂଆ ସାଙ୍ଗଟି ସାଙ୍ଗେ କଥା ହେଉ ହେଉ ମୋ କାନ ପାଖକୁ ଆସି ଫୁସ୍ ଫୁସ୍ ହୋଇ କହିଲା, ''ମାମା, ଆଣ୍ଟିଙ୍କର ଯେମିତି ପାଉଁଜି ତମର ସେମିତି ପାଉଁଜି ଥିଲା ନା। ମୋ ଝିଅ ମୋ କାନରେ କଥା କହୁଥିଲେ ବି ତା' ସେହି ଝିଅକୁ ସ୍ପଷ୍ଟ ଶୁଭୁଥିଲା ସେ ହସିଲା ମୋ ଝିଅକୁ କହିଲା ''ତମର ଏମିତି ଗୋଟେ ପାଉଁଜି ଦରକାର କି? ମୁଁ ସେ ପର୍ଯ୍ୟନ୍ତ ସେ ଝିଅଟିକୁ ଭଲଭାବେ ଦେଖିନଥିଲି। ଝିଅଟି ଚିପା ହାତକଟା କମଳା ରଙ୍ଗର